ତୁମର ଦାନର ପ୍ରତିଦାନ ଏ ଜୀବନରେ ଦେଇପାରିବି ନାହିଁ। '' ଏମିତି କେତେ କ'ଣ ମନେମନେ ଭାବି ଗାଡ଼ିରୁ ଓହ୍ଲାଇଲେ ବୀରେନ୍ଦ୍ର। ଷ୍ଟେସନ୍ ଲୋକାରଣ୍ୟ ନ ହେଲେ ମଧ୍ୟ ଲୋକଗହଳି ମନ୍ଦ ହୋଇନଥିଲା। ସେ ପ୍ଲାଟ୍ଫର୍ମ ପାର ହୋଇ ବାହାରକୁ ଆସିଲେ। ବାଣ ଫୁଟାଇ, ବ୍ୟାଣ୍ଡ ବଜାଇ ଗୋଟିଏ ପ୍ରସେସନ୍ ଷ୍ଟେସନ୍ ଆଡ଼କୁ ଆସୁଥିଲା। ବୀରେନ୍ଦ୍ର ନିକଟସ୍ଥ ପୋଲିସକୁ ପଚାରିଲେ, ''ଏ ବିବାହ କାହାର ହେଉଛି? '' ପୋଲିସ ଉତ୍ତର ଦେଲା ''ଆମ ମେଜର ସାହେବଙ୍କର। '' ''କନ୍ୟା କେଉଁଠି? '' ''ସୁନ୍ଦର ଗାଁ ଚୌଧୁରୀ ଘରେ। '' ''ସୁଜାତା? '' ହଁ, ସୁଜାତା ତାଙ୍କୁ ମରଣ ମୁହଁକୁ ଠେଲିଦେବାକୁ ଗୋଟାଏ ନୂତନ ପନ୍ଥା ଉଦ୍ଭାବନ କରିବାକୁ ନିଜର ଦେହକୁ ମନେମନେ ବଜ୍ରରେ ସଜାଇ ନିଜକୁ କହୁଥିଲା ବଜ୍ରରମଣୀ! ପ୍ରକୃତରେ ଏ ଯୁଗରେ ରମଣୀ ଦୟା, ପ୍ରୀତିର ଅର୍ଥ ବୁଝେ ନାହିଁ। ସେ ଅନ୍ୟ ଆଖିରେ ବିକ୍ରୟ ହେବାପାଇଁ ନାନାବିଧ ଉପାୟରେ ବହୁ ପରିପାଟୀ କରି ନିଜର ରକ୍ତମାଂସର ଦେହଟିକୁ ସଜାଇବାକୁ ଆପ୍ରାଣ ଚେଷ୍ଟା କରେ। ନିଜକୁ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ନିର୍ମାଲ୍ୟ ଛୁଇଁ ନିୟମ କରି ନିଜର ପାପକୁ ଘୋଡ଼ାଇଥାଏ। ଏ ଯୁଗର ରମଣୀର ମନ ବହୁମୁଖୀ। ଏମିତି କେତେ କ'ଣ ଭାବି ପର ଗାଡ଼ିରେ ପୁଣି ଫେରିଆସିଲେ ବୀରେନ୍ଦ୍ର ଜବଲପୁର କେଣ୍ଟନମେଣ୍ଟକୁ। ଦୀର୍ଘ କୋଡ଼ିଏ ବର୍ଷ ଭାରତୀୟ ସୈନ୍ୟ ବିଭାଗରେ ଚାକିରି କରିବା ପରେ ବୀରେନ୍ଦ୍ରର ଆଉ ଚାକିରି କରିବାକୁ ମନ ବଳିଲା ନାହିଁ। କାହାପାଇଁ ସେ ଖଟିବେ? କିଏ ଅଛି ଯେ ଖାଇବ? ସେ ଚାକିରିରୁ ଅବସର ଗ୍ରହଣ କଲେ। କ୍ୟାପଟେନ୍ ବୀରେନ୍ଦ୍ରକୁ ସାଗର ସମ୍ବର୍ଦ୍ଧନା ଜଣାଇ ବିଦାୟ ଦିଆଗଲା। ଜନ୍ମଭୂମିର ମୋହ, ପ୍ରିୟଜନର ମମତାକୁ ମଣିଷ ମରିବା ପରେ ମଧ୍ୟ ମନେରଖିବାକୁ ଇଚ୍ଛାକରେ। ଏଣୁ ଜନ୍ମଭୂମିକୁ ଯେପରି ଭୁଲି ହୁଏ ନାହିଁ, ପ୍ରିୟଜନର ସ୍ନେହକୁ ମଧ୍ୟ ସେହିପରି ମୋଟେ ଏଡ଼ିଦେଇ ହୁଏ ନାହିଁ। ଲୁହାକୁ ଯେପରି ଚୁମ୍ବକ ଟାଣିଆଣେ, ସେହିପରି ଜନ୍ମଭୂମିର ଆକର୍ଷଣୀ ଶକ୍ତି ବୀରେନ୍ଦ୍ରକୁ ଦୀର୍ଘ କୋଡ଼ିଏ ବର୍ଷ ପରେ ଟାଣିଆଣିଲା ନିଜର ପବିତ୍ର ଜନ୍ମମାଟି ଓଡ଼ିଶାକୁ। ଶେଷନିଶ୍ୱାସ ତ୍ୟାଗ କରିବା ଯାଏ ଏହି ନୀଳାଚଳ ଧାମରେ ସେ ରହିବାକୁ ସିଦ୍ଧାନ୍ତ କରି ସ୍ୱର୍ଗଦ୍ୱାର ନିକଟରେ ଗୋଟିଏ ଘର ଭଡ଼ାକରି ରହିଲେ। ସେ ଆଜିଯାଏ ସୁଜାତାକୁ ପାଶୋରି ନାହାନ୍ତି। ସୁଜାତାର ସ୍ନେହ ମନେପଡ଼ିଲେ ସେ ହସିଉଠନ୍ତି। କି ବିଦ୍ରୂପ ସେ ହସ? ସୁଜାତା ପୁଣି ସ୍ନେହ କରି ଜାଣେ? ସୁଜାତା ପୁଣି ପ୍ରେମର ମୂଲ୍ୟ ବୁଝେ? ଏମିତି କେତେ କ'ଣ ଭାବି ସେ ଆଖିରୁ ଲୁହ ପୋଛନ୍ତି। ଯେଉଁ ବୋମାମାଡ଼ ହୋଇଥିଲା, ସେଥିରେ ସେ ଯଦି ମରିଯାଇଥାନ୍ତେ ତେବେ ଏତେ ଦୁଃଖ ଏ ଜୀବନ ମଧ୍ୟରେ ଆଉ ଭୋଗ କରିବାକୁ ହୋଇନଥାନ୍ତା କିମ୍ବା ଏତେ ଲୁହ ଆଉ ଢାଳିବାକୁ ପଡ଼ିନଥାନ୍ତା। ଯାହା ଏ ପୋଡ଼ା କପାଳରେ ଲେଖାଅଛି ତାକୁ ପୁଣି ତ ଭୋଗ କରିବାକୁ ପଡ଼ିବ। ଏତିକି ମାତ୍ର ସାନ୍ତ୍ୱନା ସେ ନିଜକୁ ନିଜେ ଦିଅନ୍ତି। ସେଦିନ ହୋଇଥାଏ ପୂର୍ଣ୍ଣିମା। ମହୋଦଧି ଆନନ୍ଦରେ ଫୁଲିଉଠିଥାଏ। ଏ ଆନନ୍ଦ କ'ଣ ପାଇଁ ବେଳାଭୂମିରେ ଛିଡ଼ାହୋଇ ପ୍ରଶ୍ନକଲେ ବୀରେନ୍ଦ୍ର। ପୂର୍ବ ଆକାଶରେ ଥାଳିପଟ ପରି ଚନ୍ଦ୍ର ଦେଖାଯାଉଥିଲା। ବୀରେନ୍ଦ୍ରର ମନେପଡ଼ିଲା ସୁଜାତାର ମୁହଁ। ସୁଜାତାର ମୁହଁଠାରୁ ଏ ଚନ୍ଦ୍ରଟା ମୋଟେ ସୁନ୍ଦର ନୁହେଁ, ଏତିକି କେବଳ ବୀରେନ୍ଦ୍ରର ମନେଅଛି। ଗୋଟିଏ ଦୀର୍ଘଶ୍ୱାସ ପକାଇ ବୀରେନ୍ଦ୍ର ଗୃହାଭିମୁଖେ ପାଦ ବଢ଼ାଇଲେ। ବିପରୀତ ଦିଗରୁ ଆସୁଥିଲା ସୁଜାତା। ସାଥୀରେ ଥିଲେ ତା'ର ପିଲାମାନେ। ସୁଜାତା ବର୍ତ୍ତମାନ ଛଅଗୋଟି ସନ୍ତାନର ଜନନୀ। ବୀରେନ୍ଦ୍ର ଅପ୍ରତ୍ୟାଶିତ ଭାବେ ସୁଜାତାକୁ ଦେଖି ଚମକିପଡ଼ିଲେ। ସୁଜାତାର କପାଳରେ ଦାଉ ଦାଉ ହୋଇ ସିନ୍ଦୂର ଜଳିଉଠୁଥିଲା। ବୀରେନ୍ଦ୍ରର ଇଚ୍ଛା ହେଉଥିଲା ସୁଜାତାକୁ ଡାକିବା ପାଇଁ; କିନ୍ତୁ କ'ଣ ପାଇଁ ଡାକିବେ? ନିଜ କଟାଘାଆରେ ନିଜେ କାହିଁକି ଚୂନ ବୋଳିବେ? ଶତ ଶତ ପ୍ରଶ୍ନ ତାଙ୍କର ମନ ମଧ୍ୟରେ ଉଦ୍ରେକ ହେଲା। ମଣିଷ ଅଜ୍ଞାତସାରରେ ଅନେକ କଥା କରିଯାଏ। ହଠାତ୍ ବୀରେନ୍ଦ୍ରର ପାଟିରୁ ବାହାରିଲା ''ସୁଜାତା''। ସୁଜାତା ମୁହଁ ବୁଲାଇ ଚାହିଁଲା। କେହି କୁଆଡ଼େ ନାହାନ୍ତି। କେବଳ ଜଣେ ଅପରଚିତ ବ୍ୟକ୍ତି ଅଳ୍ପ ଦୂରରେ ଛିଡ଼ାହୋଇ ତାକୁ ଅନାଇଛି। ମତିଭ୍ରମ ହୋଇପାରେ ଭାବି ସୁଜାତା ଆଗକୁ ପାଦ ବଢ଼ାଇଲା। ପୁଣି ''ସୁଜାତା'' ବୋଲି କହି ବୀରେନ୍ଦ୍ର ଆଗେଇ ଆସିଲେ। ଅତି ନିକଟକୁ ଆସି କହିଲେ, ''ମୋତେ ଚିହ୍ନି ପାରୁଛ ସୁଜାତା''?